ଆଗରେ ବିପଦ। ସୂର୍ଯ୍ୟର ଆଲୋକ। ଅନ୍ତର ଭିତରର ଯେଉଁ ଭୟ ତାହା ଯେପରି ଆଜି ନାହିଁ। ମାଧବ କହିଲା, ଦେଖ, କୌଣସି ପ୍ରକାର ସଂକେତ ପଠାଇବା ଦରକାର। ନିଆଁ ଜାଳି ପଠାଇପାରିଲେ କିପରି ହୁଅନ୍ତା? ବର୍ଷା କହିଲା, ତୀରରୁ କେହି ଦେଖିଲେ ପଠାଇପାରିବେ ନିଶ୍ଚୟ କିଛି ସାହାଯ୍ୟ। ମାଧବ କହିଲା, ଝଡ଼ ସିନା ଥମିଛି, କିନ୍ତୁ ତରଙ୍ଗଗୁଡ଼ିକର ଯେପରି ପ୍ରବଳ ବେଗ, ଡଙ୍ଗା ଆସିବା ମୁସ୍କିଲ। ସମୁଦ୍ର ଶାନ୍ତ ହେବାକୁ ଅପେକ୍ଷା କରିବାକୁ ପଡ଼ିବ। ଆସନ୍ତା କାଲି ପର୍ଯ୍ୟନ୍ତ ବୋଧହୁଏ ଅପେକ୍ଷା କରିବାକୁ ପଡ଼ିବ। ବର୍ଷା ଡରିଗଲା। ଆହୁରି ଗୋଟାଏ ରାତି ଏଠାରେ ପୁଣି ଅଟକିଯିବାକୁ ପଡ଼ିବ! କରୁଣ ହସ ହସି ମାଧବ କହିଲା, ଆଉ ଉପାୟ କ'ଣ, କୁହ? ଭଲରେ ଆଉ ଚବିଶ ଘଣ୍ଟା କଟିଲେ ଯାଇ ଆମେ ଉଦ୍ଧାର ପାଇପାରିବା। ଫଟିକ୍ କହିଲା, ଡାକ୍ତର ଗଲା କୁଆଡ଼େ? ମାଧବ କହିଲା, ସେ ମଧ୍ୟ ମୁକ୍ତି ପାଇଛନ୍ତି, ବନ୍ଧୁ! ପ୍ରମାଣ? ଇସ୍କାପାନ ବିବି। ବର୍ଷା କହିଲା, ତାଙ୍କର ମୃତଦେହ? ସେଇ ତ ପ୍ରଶ୍ନ। ଡାକ୍ତରକୁ ହତ୍ୟା କରି କେହି ସମୁଦ୍ରରେ ପକାଇ ଦେଇପାରିଥାଏ। ମାଧବ କହିଲା, କିନ୍ତୁ କିଏ? ତମେ ନା ମୁଁ? ତମେ ତ କାହାର ପଦଶବ୍ଦ ଶୁଣି ଫଟିକ୍ ସାହେବ, ମୋତେ ଡାକିଲ, ଆମେ ତ ବୁଲୁଛୁ। ଫଟିକ୍ କହିଲା, ସେ କଥା ସତ, କିନ୍ତୁ ମୁଁ ଗୋଟାଏ କଥା ଜାଣିଛି। ବେଶ୍, ଅନୁଗ୍ରହ କରି କହନ୍ତୁ ଫଟିକ୍ ସାହେବ! ଅଁ ରିଭଲଭର ଟି ତମ ପାଖରେ ଥିଲା। ଆରେ ବୁଦ୍ଧୁ, ତମେ ତ ମୋତେ ତଲାସ କରିଛ? କୁଆଡ଼େ ରଖିଥିଲ ନିଶ୍ଚୟ। କହିଲି ପରା କାଲି ରାତିରେ ସେଇଟା ମୁଁ ଫେରିପାଇଛି। ବଡ଼ ଆଶ୍ଚର୍ଯ୍ୟ ବ୍ୟାପାର। ମୋତେ ବାଜେ କଥା କହନା। ଆଁ ରିଭଲଭର ଟି ଚୋରିଗଲା, ପୁଣି ତମ ପାଖକୁ ଆସିଲା କିପରି? ତମେ କ'ଣ ସତରେ ଜାଣନାହିଁ? ନା। ଭଲ କଥା। କିନ୍ତୁ ସେ ଅସ୍ତ୍ରଟି ବର୍ତ୍ତମାନ ତମ ପାଖରେ ଅଛି। ମୁଁ ଏବଂ ବର୍ଷା ଦେବୀ ବର୍ତ୍ତମାନ ତମର କରତଳଗତ। ତମେ ଯଦି ଏହି ଅସ୍ତ୍ରଟି ସିନ୍ଦୁକ ଭିତରେ ରଖିଦେବ ତେବେ ଭଲ ହେବ। ଅସମ୍ଭବ। ଗୋଟିଏ ମାତ୍ର ସିଦ୍ଧାନ୍ତ ସମ୍ଭବ। ତମେ ଭାବୁଛ ମୁଁ ରାଜାବାହାଦୁର, ଏଇ ତ? ତାହା ଯଦି ହୋଇଥାନ୍ତା କାଲି ରାତିରେ ତମକୁ ତ ଖତମ କରିଦେଇଥାନ୍ତି। କ'ଣ ମୋର ସୁଯୋଗ ନ ଥିଲା? କାହିଁକି ନ କଲ ତମେ ଜାଣିଛ। ବର୍ଷା କହିଲା, ମିଛରେ ଯୁକ୍ତିତର୍କ କରି ଲାଭ କ'ଣ! ଆମ ମୁଣ୍ଡ ଉପରେ ବିପଦ। ମୋର ମନେହେଉଛି ଡାକ୍ତର ମରିନାହାନ୍ତି, କେଉଁଠି ଲୁଚି ରହିଛନ୍ତି। ମାଧବ କହିଲା, ଲୁଚିବାର ସ୍ଥାନ କାହିଁ? ଆମେ ଯେ ସାରା ଦ୍ୱୀପଟା ତନ୍ନ ତନ୍ନ କରି ଖୋଜିଛୁ। ରିଭଲଭର ଟି ଖୋଜି କ'ଣ ପାଇଥିଲେ? ଆହା ବର୍ଷା ଦେବୀ, ଗୋଟାଏ ରିଭଲଭର ଏବଂ ଗୋଟାଏ ମଣିଷର ଅକାରରଗତ ପାର୍ଥକ୍ୟ ତ ରହିଛି! ଯାହା କୁହନ୍ତୁ, ମୋର ଧାରଣା, ଡାକ୍ତର ଲୁଚିରହିଛନ୍ତି। ଫଟିକ୍ ଘଡ଼ି ଦେଖି କହିଲା, ଦିନ ଦୁଇଟା ହେଲାଣି। ଖାଇବା କଥା କ'ଣ ହେବ? ବର୍ଷା କହିଲା, ମୁଁ ସେ ଘରକୁ ଯିବିନି। କିଛି ଖାଇବା ତ ପୁଣି ଦରକାର? ଟିଣ ଖାଦ୍ୟ। ସେ କଥା କହନ୍ତୁ ନାହିଁ, ଶୁଣିବାମାତ୍ରକେ ମୋତେ ବାନ୍ତି ଲାଗୁଛି। ମାଧବ, ତମେ କ'ଣ କହୁଛ? ମୋତେ ଭୋକ ଲାଗୁନି, ମୁଁ ଏଇଠି ରହିଲି! ବର୍ଷା କହିଲା, ଆପଣ ନିଶ୍ଚିନ୍ତ ହୋଇ ଯାଇପାରନ୍ତି। ଆପଣଙ୍କର ଅନୁପସ୍ଥିତିର ସୁଯୋଗରେ ମାଧବ ମୋତେ ଗୁଳି କରିବେ ନାହିଁ ବୋଲି ମୋର ଧାରଣା। ଫଟିକ୍ କହିଲା, ମୋ କଥା ହେଲା, ଆମେ ଏକା ସାଙ୍ଗରେ ସର୍ବଦା ରହିବା, ଆମ ଭିତରେ ଏମିତି ରଫାନାମା ହୋଇଛି ତ! ମାଧବ କହିଲା, ତମେ ଯଦି ଏକୁଟିଆ ମୃତ୍ୟୁପ୍ରାସାଦକୁ ଯିବାକୁ ଇଚ୍ଛା କରୁଛ, ବେଶ୍ ଚାଲ, ମୁଁ ତମ ସହିତ ଯିବି। ନା, ତମେ ଏଇଠି ରହ। ଫଟିକ୍, ତମେ ମୋତେ ଅବିଶ୍ଵାସ କରୁଛ, ନା? ଏହି ମୁହୂର୍ତ୍ତରେ କ'ଣ ତମ ଦୁଇ ଜଣଙ୍କୁ ମୁଁ ଖୁନ୍ କରିପାରିବି ନାହିଁ? ପାରିବ, କିନ୍ତୁ କରିବ ନାହିଁ। ଜଣକୁ ଜଣକୁ ମାରିବ, ଏଇ ତ ତମର ଯୋଜନା। ଦେଖୁଛି, ତମେ ସବୁ ଜାଣିଛ। ଅବଶ୍ୟ ଏକୁଟିଆ ଯିବା ବିପଦପୂର୍ଣ୍ଣ। ଭାବୁଛ କି, ମୋ ରିଭଲଭର ଟି ତମକୁ ଦେବି? ନା, ଦରକାର ହେବନି। ଫଟିକ୍ ଘର ଆଡ଼କୁ ପାଦ ବଢ଼ାଇଲା। ବର୍ଷା କହିଲା, ସେ କିନ୍ତୁ ଏପରି ବିପଦରେ ପଡ଼ିବ।